–ଭଲ ଲୋକ। ଭଲ ଲୋକର ମଞ୍ଜି ଅଲଗା। –ସେ ଆଉ ମାନିନୀ ଦୁଆର ମାଡ଼ୁ ନାହାଁନ୍ତି କାହିଁକି? –ସେକଥା ପରେ। ଏବେ ଦରକାର ତମର ରମାକାନ୍ତବାବୁଙ୍କ ପାଖରେ। ଚାଲଯିବା–ଖୋଜିବା। –ଆଃ, ଆଉ କାମ ନାହିଁ ଆମର? ସେ କୁଆଡ଼େ କେଉଁବାଟେ ହତାପାର ହେଇ କୁଆଡ଼କୁ ଗଲେଣି ଆଉ ଦି'ଜଣ ସ୍ତ୍ରୀ ଲୋକ ମଟରରେ ବାଟୋଇଙ୍କୁ ଖୋଜିବେ। –ଚାଲ ଯିବା। ତମେ ତ ଚିହ୍ନିଛ। ଦେଖା ନ ମିଳିଲେ ବୁଲା ବୁଲି କରି ଫେରି ଆସିବା। –ହଉ। କିଛି ଖାଇବ? –କ'ଣ–କହ। –ବଟିକା, ଲେହ ନା ଆସବ? –ଆସବ ଆଣ। –ହେଇ, ଅଳ୍ପ ଅଳ୍ପ। ମଟର ଚଳାଇବ। ଯଦି ଧକ୍କା କର ତେବେ। –କାଳତୁଣ୍ଡ କଥା। ଆଣ–ଦେଖିବା। –ବୋତଲ ଆଉ ତାହାରି ସରଞ୍ଜାମ ଆଣି ଟେବୁଲ। ଉପରେ ଥୋଇ ଅଳକା କହିଲା–ଆଜି ସଞ୍ଜରେ ଦି'ଥର ହୋଇଯିବ। ନକ୍ଷତ୍ର ଆସିଥିଲା– –ଆଉ, ତମର ବନ୍ଧୁ ରମାକାନ୍ତ? –କିଏ ଜାଣେ? ତେବେ ସେ ଛୁଇଁବ ଏ ସବୁ? ସେ ପରା ଜଣେ ଉଞ୍ଚା ଲୋକ। ଆଚ୍ଛା, ବାଥରୁମ୍ରୁ ଆସେ କହି ମାନମୟୀ ହଠାତ୍ ଫେରି ଆସି ଶଙ୍କିତ ଗଳାରେ ପଚାରିଲା–କ'ଣ ଅଳକା? ଗୋଟାଏ ଲୋକ ସେଠି? –ଏଁ, ଲୋକ? –ହଁ। –ବାଥରୁମ୍ ଖୋଲା ରହିଲା କେମିତି? –ଖୋଲା ଅଛି ତ। –ଡାକ ପୁଲିସ୍କୁ। ଘୁଞ୍ଚିଯାଅ ଏଠୁ। ଏଇକଥାରେ ପରଦା ପକାଇ ରମାକାନ୍ତ ବାହାରି ଆସିଲା–ମୋର ଦୋଷ କ୍ଷମା କରନ୍ତୁ-। –ଆରେ ରମାକାନ୍ତ? ତୁମକୁ ଆଉ ପାରି ହେବ ନାହିଁ। ତମେ ସେଠି ଲୁଚିଛ? –କଲେଜ ବାବୁର ରୂପ ଏବେ ଗୋଟାଏ ଠାଉଆ ଚୋରର ରୂପ ନେଇ ଗଲାଣି। ଅଳକା ଦେଖିଲା–ଅବସ୍ଥା ଖରାପ। ଟେବୁଲ ଉପରର ସରଞ୍ଜାମ ରମାକାନ୍ତର ଆଖିରେ ପଡ଼ିଲାଣି। ସମସ୍ତେ ସମସ୍ତଙ୍କୁ ଦେଖି ସାରିଲେଣି। ଦୁଃସାହସ ଦରକାର। ହୁକୁମିଆ ସ୍ୱରରେ ଅଳକା କହିଲା–ଆସ ରମାକାନ୍ତ! ଏଠି ବସ, ଆଉ ଆଜି ଆମର ଦୋଷ ନାହିଁ। ଆମେ ଏହି ଯେଉଁ ଜିନିଷ ପାଖରେ ରଖିଛୁ ଏହି ଜ୍ଞାନର ସମ୍ବାଦ ନେଇ ତମେ ଏ ଘର ଛାଡ଼ି ଯାଇ ପାରିବ ନାହିଁ। ତୁମକୁ ଆଜି ଯେତେ କମ୍ ହେଲେ ବି ଟିକିଏ ନିଶା ଖାଇବାକୁ ପଡ଼ିବ। –ମୁଁ ମରିଯିବି। –ମର ବା ନ ମର, ଆମକୁ ଏଇ ଅବସ୍ଥାରେ ଦେଖି ତମେ ଚରିତ୍ରକୁ ନେଇ ଏହି ହତାର ବାହାରକୁ ଯାଇପାରିବ ନାହିଁ। ନିଶା ଖାଇ କେହି ମରନ୍ତି ନାହିଁ। ବେଶି ନିଶା ହେଲେ ମାତାଲ ହୁଅନ୍ତି। ତୁମକୁ କେବଳ ବିଧିରକ୍ଷା କରିବାକୁ ହେବ। ରମାକାନ୍ତର ଦୁଇ ଆଖିରୁ ପାଣି ଗଡ଼ି ଆସିଲା। ହସି ଅଳକା କହିଲା–ଆଜି ଯେଉଁ ଜିନିଷକୁ ଦେଖି ଭୟରେ କାନ୍ଦୁଛ, ପୁଣି ଦିନେ ସେଇ ଜିନିଷ ନ ମିଳିଲେ ତମେ କାନ୍ଦିବ ଏସବୁ କାନ୍ଦଣା ମୂଲ୍ୟହୀନ। ଆମର ଚରିତ୍ର ତମେ ଦେଖିବ–ଆଉ ତମର ଚରିତ୍ର ଆମେ ଦେଖିବୁ ନାହିଁ? –କ'ଣ କହୁଛ ମାନିନୀ? –ହଁ। ସମସ୍ତେ ସମସ୍ତଙ୍କର ବନ୍ଧୁ। ଏକା ଦୋଷରେ, ଏକା ଗୁଣରେ ଭାଗୀଦାର ହେଲେ ବନ୍ଧୁତା ଚିରଦିନ ରହିବ। –ଶୁଣିଲ ରମାକାନ୍ତ! ଏଇ ସଂସାରରେ ଏମିତି ସମାନ ମନରୁ ବନ୍ଧୁତା ଆଉ ବିଷମ ମନରୁ ଶତ୍ରୁତା। ଆଉ ଗୁଡ଼ାଏ କଥା ନଷ୍ଟ କରିବା ନାହିଁ–ଆସ। ରମାକାନ୍ତ ଠିଆ ହୋଇ ରହିଲା। –କିଏ କହିଥିଲା ତୁମକୁ ସେହି ବାଥରୁମ୍ରେ ଲୁଚିବା ପାଇଁ। ଭୁଲ ହୋଇ ଯାଇଛି–ଆଉ ଗୋଟିଏ ଭୁଲ କଲେ ସେ ଭୁଲ କଟିବ। ତମର କ୍ଷତି ହେବ ନାହିଁ। ଅଳକାର କଥାରେ ସମର୍ଥନ ଜଣାଇ ମାନିନୀ କହିଲା–ମୋର କଥାଟି ରଖିବ। ମୁଁ ଗୋଟିଏ ଅତି ଦୁଃଖୀ ଘରର ଝିଅ। ତମର ଦୁଃଖ ମୁଁ ବୁଝିଛି। ସବୁଦିନକୁ ଭାବ ରହିବ। ଜୀବନରେ ବହୁତ ସୁବିଧା ହେବ। ଅଳକା ଉଠିଆସି ରମାକାନ୍ତକୁ ଜବରଦସ୍ତି ବସାଇ ଦେଲା–। ରମାକାନ୍ତ ମଉଳା ମୁହଁକୁ ନିଜର ରୁମାଲ ଖଣ୍ଡିକରେ ଝାଡ଼ି ଦେଇ ଅଳକା କହିଲା–ଏହି ଆମେ ତିନିଜଣ ଆଜି ଗୋଟିଏ ଡଙ୍ଗାରେ। ଘଟଣାଚକ୍ରରେ ପଡ଼ି ଏତକ ହେଲା, କିନ୍ତୁ ଏଇ ଏତକ ଏକାଠି କରିବାକୁ ହେବ। –ମୁଁ କାହାରିକୁ କହିବି ନାହିଁ। ମରିବା ଯାଏ ଏଇ କଥାଟି ଗୁପ୍ତ ରଖିବି। –ନୂଆ କଥା ରମାକାନ୍ତ! ଚରିତ୍ର ମାନେ ହେଉଛି ଯେ ଭଲ ଓ ଖରାପର ସଂଘର୍ଷ। ତମେ ଯାହା ଦେଖିଲ, ସେଥିରେ ତୁମକୁ ଭାଗୀଦାର ନ କଲେ ଆମର ଆଜି ଆତ୍ମହତ୍ୟା କରିବା ଭଲ ହେବ!